ମହକୁଥିବା ସଂଜ ସେମିତି ମହକୁ ଥାଉ। ସେ ଉଠିଲେ ଫିକା ନୀଳ ରଂଗର ପରଦା ଆଡ଼େଇ ଭିତରକୁ ଗଲେ। ଯୁବକଟି ହତାଶ ହୋଇ କହିଲା, ''ସାର୍ ତ ନାହାନ୍ତି କିଛି ହୋଇପାରିବନି। ସାର ମୋର ଶେଷ ଆଶା ଥିଲେ। ଧେତ୍ ମୋ ଜୀବନ ଅଂଧାର ହିଁ ଅଂଧାର ହୋଇ ରହିବ। କ୍ୟାଣ୍ଡେଲଟିଏ ବି ଜଳି ଉଠିବନି। ଅକ୍ଷୟ କହିଲା,''ଆଃ.. ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ। କେହିନା କେହି ତୋ ଜୀବନରେ କ୍ୟାଣ୍ଡେଲଟିଏ ଜାଳି ଦେବ। ''ମିସେସ୍ ଶତପଥୀ ବାଉଁଶ ଟ୍ରେରେ କଡ଼ା ''ଲେମନ୍ ଟି' ତିନି କପ୍ ଆଣି ଟିପୟ ଉପରେ ରଖିଲେ। ଲାଲ ଚା' ଭିତରେ ଗୋଲ ଗୋଲ ହୋଇ କଟା ହୋଇଥିବା ଲେମ୍ବୁ ବୁଡ଼ି ବୁଡ଼ି ଯାଉଥିଲା। କପ ଉପରେ ଉଠୁଥିବା ବାମ୍ଫ ନାକରେ ବାଜୁ ନ ବାଜୁ, ଅକ୍ଷୟ କପଟି ଉଠାଇଲା। ପାଖରେ ବସିଥିବା ଯୁବକଟି ଚା' ପିଏନି, ପିଇଲାନି। ସେ କପ୍ଟି ସେମିତି ଥୁଆ ହୋଇ ରହିଲା। ମିସେସ୍ ଶତପଥୀ ଓଡ଼ିଶୀ ଛନ୍ଦରେ କପ୍ ଉଠାଇଲେ ଏବଂ ପିଇଲେ। ଅକ୍ଷୟ ମୁଗ୍ଧ, ଯୁବକଟି ବୋର୍, ମିସେସ୍ ଶତପଥୀ ରସସିକ୍ତ। ''ମାଡ଼ାମ୍! ଆପଣଙ୍କୁ ଦେଖିଲେ ଯେହେଲେ କହିବ ଆପଣ ପ୍ଲସ ଥ୍ରି ପଢ଼ୁଛନ୍ତି। '' ଅକ୍ଷୟର କଥା ଶୁଣି ମଧୁର ହସଟେ ହସିଲେ ମିସେସ୍ ଶତପଥୀ। ''ଆରେ, ମୋତେ ତେଇଆଳିଶ ହେଲାଣି। '' ଅକ୍ଷୟ କହିଲା, ''ସାଲୁଆର ପିନ୍ଧି ଯା'ନ୍ତୁନା କଲେଜ ଦେଖିବେ, ପ୍ଲସ୍ ଥ୍ରି ପିଲାମାନେ ଲାଇନ୍ ମାରିବେ ପାଗଳଙ୍କ ପରି। '' ''ଧେତ୍ ତମ ସାର୍ଙ୍କୁତ ପାଗଳ କରି ପାରିଲିନି? କାହିଁ ତମ ସାର୍ ତ ମୁଗ୍ଧ ହୋଇଯା'ନ୍ତିନି, ଅଟକି ଯା'ନ୍ତିନି ମୋତେ ଦେଖି? '' ଅଜ୍ଞାତ ଯୁବକଟି କହିଲା ମନେ ମନେ ଟେବୁଲ୍ ଉପରେ ଥୁଆ ହୋଇଥିବା ଫ୍ଲୋଟଂ ଫ୍ଲାୱାରକୁ ଅନାଇ ଅନାଇ, ''ମାଳିର। ଦସ୍ୟୁ ସୁଦିପ୍ତା ଭାରି ବ୍ୟସ୍ତ ଆଜିକାଲି ଦୀପଙ୍କର ପାଇଁ। ସେତେ ବ୍ୟସ୍ତ ନୁହଁ ତା'ର ଛ'ବର୍ଷର ଗୁଡୁ ପାଇଁ। ଦୀପଙ୍କରର କ'ଣ ଦେହ ଖରାପ? ନା...। ସେ କ'ଣ କେଉଁ ଝିଅର ପ୍ରେମରେ ପଡ଼ିଯାଇଛି...। ନା...। ରୋଜଗାର କମିଯାଇଛି...? ନା...। ସବୁକିଛି ଠିକ୍ ଚାଲିଥିଲାବେଳେ ସୁଦୀପ୍ତାର ଦୁଶ୍ଚିନ୍ତା କାହିଁକି ବଢ଼ି ବଢ଼ି ଯାଉଛି। କାହିଁକି ତା'ର ଆଖିତଳ କଳା ପଡ଼ିଯାଉଛି। ସୁଦିପ୍ତା ବେଶ୍ ରଙ୍ଗୀନ ରଙ୍ଗୀନ ଶାଢ଼ୀ ପିନ୍ଧୁଛି, ରଙ୍ଗୀନ ନିଶାରେ ମସଗୁଲ୍ ଥିଲାପରି ଦିଶୁଛି। ତଥାପି ତା' ଭିତରଟା ଏତେ ଫାଙ୍କା ଫାଙ୍କା କାହିଁକି? ଭିତରେ ସେ ଏତେ ବେଶୀ ଉଦାସ କାହିଁକି ହେଇଯାଉଛି। ସୁଦିପ୍ତା କେବେ ପ୍ରେମ କରିନଥିଲା। ଦୀପଙ୍କର ଫେରିବାର ଘଣ୍ଟାଏ ଡେରି ହେଲେ ସେ ବିବ୍ରତ ହୋଇଉଠେ। ସାତ ସମୁଦ୍ର ତେର ନଇଁ ଡେଇଁ ଦୀପଙ୍କର ପାଇଁ ଖୁସି ସବୁ ସାଉଁଟି ଆଣିବାକୁ ସେ ଚେଷ୍ଟା କରେ। ସୁଦିପ୍ତା ସବୁବେଳେ ଅଳ୍ପରେ ସନ୍ତୁଷ୍ଟ, ଛୋଟ ଛୋଟ ଜିନିଷରେ ତା'ର ମନ ପୁରି ଉଠେ। ଗର୍ଡ଼େଜ୍ ଭର୍ତ୍ତି ଶାଢ଼ୀ ଦେଖି ଭାବେ ଏତକ ଶାଢ଼ୀ ପିନ୍ଧିବାକୁ ତା'ର ଆୟୁଷ ଅଛିତ? ନୂଆ ଶାଢ଼ୀଟିଏ ହେଲେ ପୁରୁଣା ଶାଢ଼ୀ ସେ କାହାକୁନା କାହାକୁ ଦେଇଦିଏ, ସେ ଶାଢ଼ୀ ଯେତେ ଭଲ ହେଉନା କାହିଁକି? ଦୀପଙ୍କର ସବୁବେଳେ ଅସନ୍ତୁଷ୍ଟ। ନିଜ ସ୍ଥିତାବସ୍ଥାରେ ସେ କେବେବି ସନ୍ତୁଷ୍ଟ ନୁହେଁ। ଆଜି ଯଦି ସ୍କୁଟର କିଣିଲା କାଲି କାଲିବର କାଲି ସାଣ୍ଟ୍ରୋ କିଣିବ? ସାଣ୍ଟ୍ରୋ କିଣିଲେ ବି ସେ କ୍ୱାଲିସର ସ୍ୱପ୍ନ ଦେଖିବ। ସବୁ ମାସରେ ରଙ୍ଗୀନ ଡ୍ରେସ, ଚପଲ, ଟୋପି ନ କିଣିଲେ ତାକୁ ଭଲ ଲାଗେନି। ଖାଲି ନିଜ ପାଇଁ ସେ କିଣେ ତା'ନୁହେଁ ସୁଦିପ୍ତା ପାଇଁ ଭଳିକି ଭଳି ଚପଲ ଗୁଡୁ ପାଇଁ ଯେତେ ଦାମିକିଆ କଲରଫୁଲ ଡ୍ରେସ କିଣେ। ସୁଦିପ୍ତାର ଦୁଶ୍ଚିନ୍ତା ଏଥିପାଇଁ ବଢ଼ୁଛି କି ନା ବିଲକୁଲ ନୁହେଁ। ଦୀପଙ୍କର ଯେତେବେଶୀ ସୁନ୍ଦର ଦିଶିଲେ ସୁଦିପ୍ତା ସେତେବେଶୀ ସତେଜ ଦିଶେ। ସୁଦିପ୍ତାର ଇଚ୍ଛା ଦୀପଙ୍କର ବହୁତ ଗପ ଲେଖିବ। ବଡ଼ ସିଙ୍ଗର ହେବ, ଭଲ କଭର ଡିଜାଇନ କରିବ। କରୁ ସେଥିପାଇଁ ତ ସୁଦିପ୍ତା ଆତ୍ମ ସନ୍ତୋଷ ପାଏ। ଦୀପଙ୍କର ଗୋଟେ ଗୀତ କମ୍ପୋଜ କରିଦେଲେ ଭାରି ଖୁସି ଖୁସି ରହେ। ଦୀପଙ୍କର ଖୁସି ହେବାର ଦେଖିଲେ ମହକିଯାଏ ସୁଦିପ୍ତା ଭିତରେ ଭିତରେ। ତାକୁ ଲାଗେ ସେ ଏକ ଭାଗ୍ୟବତୀ ନାରୀ। ସୁଦିପ୍ତା ଯେତେବେଳେ ବାହାହେଲା, ସେତେବେଳେ ଦୀପଙ୍କର ଚାକିରି କରୁଥିଲା।